ଏଥର ପ୍ରସଙ୍ଗ ବଦଳାଇ ଅଳକା କହିଲେ–ମାଉସୀ ଗୋଟିଏ କଥା କହିବି। ହସିଲେ ଅପରାଜିତା। କହିଲେ–କୁହ ମା', କ'ଣ କହିବ କୁହ। ଯାହା କହିବାର ତ କହିବ ତୁମ ମାଉସୀକୁ, ଆଉ କହିବି ବୋଲି ପଚାରୁଛ କ'ଣ? କହୁଥିଲି କି ମୋର ଗୋଟିଏ ନଣନ୍ଦ ଅଛନ୍ତି। ତାକୁ ମୋରି ଝିଅ ବୋଲି ମୁଁ ଭାବେ। ସେ ଭଲ ଘରକୁ ଯିବ, ଭଲ ଲୋକଙ୍କ ହାତରେ ଟେକିଦେବି ତାକୁ। ଏଇଆ ମୋର ଠାକୁରଙ୍କ ପାଖରେ ପ୍ରାର୍ଥନା। ତାଙ୍କୁ ଯଦି ଆପଣ ବୋହୂ କରିନିଅନ୍ତି ତାହାହେଲେ ପ୍ରାର୍ଥନା କାମନା ସବୁ ମୋର ସପଂଳ ହେବ। ରଖିବେ ମୋ କଥା? ମା', ଏ ତ ମୋର ସୌଭାଗ୍ୟର କଥା! କିନ୍ତୁ ଏତେ ଭାଗ୍ୟ କ'ଣ ମୋର ହେବ? ମୁଁ ତୁମ ପରି ଝିଅର ନଣନ୍ଦକୁ ବୋହୂ କରି ଆଣିବି। ହେଲେ–ତୁମ ସ୍ୱାମୀ ତ ତୁମ ଶ୍ୱଶୁରଙ୍କର ଏକମାତ୍ର ପୁଅ, ତାହାହେଲେ ଏଇ ନଣନ୍ଦଟି କିଏ? ଅଳକା ତାଙ୍କ ଘରର ସେଇ କରୁଣ କାହାଣୀଟି ଶୁଣାଇଲେ ଅପରାଜିତାଙ୍କୁ ନରମ ମନଟି ଅପରାଜିତାଙ୍କର ଭାଙ୍ଗି ଗୁଣ୍ତ ହୋଇ ଝରିପଡ଼ିଲା ଆଖିପତା ଦେଇ ଅଶ୍ରୁ ରୂପରେ। ଆଖିରେ ଲୁଗା ଚାପିଲେ ଅପରାଜିତା। ଅଳକାଙ୍କ କଥା ଶୁଣି ତନୁଶ୍ରୀ ପରି ବାଚାଳ, ଅସ୍ଥର, ଚଞ୍ଚଳ ଝିଅଟି ମଧ୍ୟ ନିଶ୍ଚଳ ପାଷାଣ ପାଲଟି ଯାଇଥିଲା। ଅପରାଜିତା ଦୀର୍ଘଶ୍ୱାସ ଛାଡ଼ି କହିଲେ–ଭାରି ଲୋଭ ହେଉଛି ମା'! ସେଇ ମା'ର ସେଇ ଝିଅଟିକୁ କୋଳ କରି ଏ ଘରକୁ ଏଇକ୍ଷଣି ନେଇଆସିବାକୁ। ପୁଅ କ'ଣ ମୋର ଏଇ ଛୋଟିଆ ଇଚ୍ଛାଟିର ମୂଲ୍ୟ ଦେବ! ପଚାରିବି, ତାକୁ ଆଜି ପଚାରିବି। ତୁମେ ମା' ତାକୁ କ'ଣ ଟିକିଏ ବୁଝାଇ କହିବ? ଠାକୁରେ–ରାଜି ହୁଅନ୍ତା କି କହି ଶୂନ୍ୟକୁ ଚାହିଁ ହାତଯୋଡ଼ି ପ୍ରଣାମ କଲେ ସବୁ କରିପାରିବାର କ୍ଷମତା ଯାହାର ଅଛି ସେଇ ଶକ୍ତିମାନ ପୁରୁଷ ଉଦ୍ଦେଶ୍ୟରେ। ବାହାରୁ ଡାକଆସିଲା– ସମସ୍ତେ ଉଠିଲେ। ଅପରାଜିତା ହାତଧରି ଅଳକାଙ୍କୁ ନେଇଗଲେ ଡାଇନିଂ ହଲକୁ। ଅନ୍ୟମାନେ ଆଗରୁ ଆସି ବସିଥିଲେ। ଆରମ୍ଭ ହେଲା ଖାଇବା ପିଇବା। ଖାଦ୍ୟ ରସିକ କନକନାରାୟଣ ଅକୁଣ୍ଠଚିତ୍ତରେ ପ୍ରଶଂସାକଲେ ଅପରାଜିତାଙ୍କୁ, ତାଙ୍କର ରୋଷେଇ ପାଇଁ। ଆହୁରି କେତେ କ'ଣ ଗଳ୍ପକରି ସେମାନେ ବିଦାୟନେଲେ। ରଖିଗଲେ ସାରା ଘରେ ମଧୁର ଏକ ଗୁଞ୍ଜନ। ସୁଖି ପରିବାରଟି ତାଙ୍କରିମାନଙ୍କ। କଥା କହୁ କହୁ ଚାଲିଗଲେ ଶୋଇବାକୁ। ଗୁରୁଭୋଜନ ଯୋଗୁ ଆଉ ବସିପାରିଲେନି। ଏଗାର ଟୁଲୁ, ସେଇଟା କ'ଣରେ? ମା–ଆ–ଆ ମୁଁ। ଦେଖ ଏଇଟା ମୋର ଗାଈ। ଆରେ, ଏତେବଡ଼ କଙ୍କଡ଼ାର ଗୋଡ଼ଟା ବାନ୍ଧିଲା କିଏ। ତୋ ଆଙ୍ଗୁଳିକୁ ଧରି ଯଦି କାମୁଡ଼ିଦିଏ ତାହାହେଲେ ଏକଦମ୍ ଦୁଇଖଣ୍ତ କରିଦେବ। ତୋ ଗାଈ ଚରେଇବା ଛାଡ଼ିଯିବ। ତୁମେ ତାହାହେଲେ ଡାକ୍ତର ହୋଇଚ କାହିଁକି ମ? ମୋ ଆଙ୍ଗୁଳି କଟିଗଲେ ତୁମେ ପୁଣି ଯୋଡ଼ିଦେବ। ହସିଲେ ମନୋରଞ୍ଜନ। କହିଲେ–କଟିଗଲେ ତୋ ହାତରୁ କେତେ ରକ୍ତ ଚାଲିଯିବ। ସେ ରକ୍ତ କେଉଁଠାରୁ ମୁଁ ଆଣିବି। ତୋ ଦେହ ତ ଝଡ଼ିଯିବ। ଝଡ଼ିଯିବି କାହିଁକି ମ। ତୁମେ ଭିଟାମିନ୍ ଟାବଲେଟ୍ ଦେବ। ତା'ପରେ ଭଲ ଭଲ ଫଳରସ ଖାଇବି। ପୁଣି ରକ୍ତହେବ। ଟୁଲୁ ମୁହଁରେ ଅନାବିଳ ହସ। ଡାକ୍ତର ହାର୍ ମାନିଲେ। କହିଲେ–ତୋତେ ପାରିହେବନି। ତୁ ଖେଳୁଥା। ମୁଁ ଯାଉଛି ଅଜାଙ୍କ ପାଖକୁ। ଅଜା ଭଲ ଅଛନ୍ତି ତ? ଓଠରେ ହସଟାଣି କହିଲା– ବାରେ, ଅଜାଙ୍କ ପରି ତୁମକୁ ବି ଏବେ ଆଉ ଦିଶୁନି କି? ଅଜା ପରା ସେଇ କରବୀ ଗଛମୂଳେ ବସିଛନ୍ତି। ତୁମ କଥା କେତେଥର ପଚାରିଲେଣି। ତୁମେ ଯାଅ। ଆଜି ଆଉ ଟୁଲୁକୁ କଙ୍କଡ଼ାଟି ଛଡ଼ା କିଛି ଭଲଲାଗୁନି। ସେଥିପାଇଁ ତା'ର ଅତି ପ୍ରିୟ ମାମୁଁଙ୍କର ଉପସ୍ତିତି ମଧ୍ୟ ତା' ପାଖରେ ବିରକ୍ତିକର। ତା'ମନ ବୁଝି ସେଠାରୁ ଚାଲିଗଲେ ମନୋରଞ୍ଜନ। ମୁହଁ ବୁଲାଇ ଦେଖିନେଲେ ମଉସାଙ୍କ ବସିବା ସ୍ଥାନଟି। କହିଲେ, ଏଇଠି ଆଜି ବସିଛନ୍ତି ମଉସା। ଏ ଜାଗାଟି ଗଛ ପତ୍ରଯୋଗୁଁ ଭାରି ଗହଳିଆ ହୋଇଛି। ଥଣ୍ତା ଲାଗୁଛି ବେଶ୍। ଏଠାରେ ପବନ ବି ବହୁଛି ଭାରି ସୁନ୍ଦର। କନକନାରାୟଣ ଡାକ୍ତରଙ୍କ ମୁହଁକୁ ଚାହିଁ ଶୁଣୁଥିଲେ ଡାକ୍ତରଙ୍କ କଥା। ଉତ୍ତରଦେଲେ–ଖାଲି ସେତିକି ନୁହେଁ ବୁଲୁ, ପବନ ସହିତ ଭାସିଆସୁଛି ରାତିଫୁଟା ହେନାର ପ୍ରାଣ ମତାଣିଆ ସୁରଭି-। ଡାକ୍ତର ଲକ୍ଷ୍ୟକଲେ– କନକନାରାୟଣଙ୍କ ନିର୍ଜୀବ କଣ୍ଠସ୍ୱର ଭାସିଆସୁଛି କେଉଁ ଏକ ଅତଳ ଗହ୍ୱର ଭିତରୁ।